ଏମାନଙ୍କ ଗୀତ ଚାଲିଥିଲାବେଳେ–ରାମାନନ୍ଦେ ଅନ୍ଧାର ଆଡ଼କୁ ମୁହଁକରି ଗୋଡ଼ ଉପରେ ତାଳ ଦେଇ ହାତ ପିଟନ୍ତି। ବେଳେବେଳେ ତାଳରେ ସମତା ଥାଏ। ଆଉ ବେଳେବେଳେ ବେତାଳ ହୋଇଯାଏ। ସେ ଧରା ପଡ଼ିଯିବା ଭୟରେ ତାଳ ଦେବା ବନ୍ଦକରି ଦିଅନ୍ତି। ତଥାପି ତାଙ୍କର ଗୋଡ଼ର ବୁଢ଼ା ଆଙ୍ଗୁଳିଟା–ଧିନ୍ ତାକ୍, ଧିନ୍ ତାକ୍ ତାଳରେ ହଲୁଥାଏ। ହାଣ୍ଡିଶାଳାରେ ବସି ସୁମି-ମା ବେଳେବେଳେ ତଳପାଟି ହଲେଇ ଦିଅନ୍ତି। ଓଠ ଥରି ଉଠେ, ଆଖି ଭୁରୁ କୁଞ୍ଚି ହୋଇଯାଏ, ମଝିରେ ମଝିରେ ଗୀତର ଭାବ ବୁଝି ହସି ପକାନ୍ତି ଲୁଚେଇକି-। କାଚ ଝମଝମ କରିବାକୁ ତାଙ୍କର ମନ ହୁଏ। ତାଳଦେଇ ଡାଲି ଘୋରନ୍ତି। ତାଙ୍କର ନାଚିବାକୁ ଖୁବ୍ ଇଚ୍ଛା ହୁଏ। ଉପାୟ ନାହିଁ। ତଥାପି ହାଣ୍ଡିଶାଳ କଣରେ କେହି ନ ଦେଖିଲା ଭଳି ଜାଗାରେ ଅଣ୍ଟାରେ ଲୁଗା ଭିଡ଼ି ଠିଆ ହୁଅନ୍ତି–ଯାତ୍ରାଦଳର ନର୍ତ୍ତକୀ ପରି ତ୍ରିଭଙ୍ଗୀ ଠାଣିରେ, ସୁନ୍ଦର ପୋଜଦେଇ। ତାଳଦେଇ ଗୋଡ଼ ପକେଇବାକୁ ବି ଚେଷ୍ଟା କରନ୍ତି। କେତୋଟି ମୁହୂର୍ତ୍ତ ପାଇଁ ସେ ଲଜ୍ଜା ଭୁଲି ଯାଆନ୍ତି–କିନ୍ତୁ, କେହି ଜାଣିବା ଭୟରେ ପରିବର୍ତ୍ତୀ କ୍ଷଣରେ ଅଣ୍ଟାରୁ ଲୁଗା ଫିଟାଇ ମୁଣ୍ଡରେ ଓଢ଼ଣା ଦେଇ ବସନ୍ତି। ସୁମି ଚଉଡ଼ା ମଶିଣା ଖଣ୍ଡି ଦାଣ୍ଡମେଲାରେ ପକାଇ ଲଣ୍ଠନଟି ତେଜିଲା। ନନ୍ଦେ ହାରମୋନିୟମ୍ଟି ସୁମି ଟେକି ପାରିବ ନାହିଁ ଜାଣି ନିଜେ ଆଣି ହେଁସ ଉପରେ ରଖିଲେ। ସୁମି-ମା ସେତେବେଳକୁ ପାନଖିଲି ଭାଙ୍ଗିବାରେ ଲାଗିଲେଣି। ପାନ ରଖି ଦେଇ ସେ ହାଣ୍ଡିଶାଳାକୁ ଓଢ଼ଣା ଦେଇ ଚାଲିଗଲେ; ରାମାନନ୍ଦେ ନିଜେ ଯାଇଁ ପାନଖିଲି ଆଣି ମିଶ୍ରଙ୍କୁ ଦେଲେ ସୁମି-ମା' ତ ଆଉ ନିଜେ ଦେବେ ନାହିଁ। ନାଲୁମିଶ୍ର ପରା ଦେଢ଼ଶୁର ହେବେ। ନନ୍ଦେ କହିଲେ–'ନାଲୁଆନା! ପ୍ରଥମେ. ତୁମ ତରଫରୁ ଖଣ୍ଡେ ଚମ୍ପୁ ହେଉ। ଛୁଆମାନେ ତ ଦିନ୍ ଦିନ୍ ଗାଉଛନ୍ତି। ' ମିଶ୍ରେ ଟିକେ ହସି ହାରମୋନିୟମ୍ର ମୁହଁ ବୁଲାଇ ନେଲେ; ଆ-ଆ-ଆ କରି କିଛିକ୍ଷଣ କଣ୍ଠ ସାଧିଲା ପରେ ଆରମ୍ଭ କଲେ–ନନ୍ଦଙ୍କର ଭାରି ଜଣାଶୁଣା ଗୀତ–''ଖେଳଲୋଳା ଖଞ୍ଜନକ୍ଷି କି ସାହସ କଲୁରେ '' ନନ୍ଦଙ୍କର ମୁଣ୍ଡ ଆପେ ଆପେ ହଲିବାକୁ ଲାଗିଲା, ନିଜ ଝିଅ ଝିଆରୀଙ୍କ ସାମ୍ନାରେ ଏପରି ହେବାକୁ ତାଙ୍କୁ ଲାଜ ମାଡ଼ିଲା ନାଇଁ। ଟୁନୀ ସୁମି ମୁରୁକେଇ ମୁରୁକେଇ ହସୁଥାନ୍ତି। ନନ୍ଦେ ସୁମି ଭଳି ପିଲାଟିଏ ହୋଇଥିଲେ ନିଶ୍ଚୟ ନାଚି ପକେଇ ଥାଆନ୍ତେ। ଗୀତ ଶେଷ ହେବା ଆଗରୁ ହାଣ୍ଡିଶାଳ ଘରୁ ଭସ୍ ଭସ୍ ଶବ୍ଦ ଭାସି ଆସିଲା। ସମସ୍ତେ କାନେଇଲେ ସେଇଆଡ଼କୁ। ନନ୍ଦଙ୍କର ଚେତା ପଶିଲା। ସେ କହିଲେ–'କି ହୋ, ସୁମି-ମା କଣ ହେଲା କି? '' କୌଣସି ଉତ୍ତର ନ ଆସିବାରୁ ସେ ନିଜେ ହାଣ୍ଡିଶାଳ ଭିତରକୁ ଉଠିଗଲେ। ଦେଖନ୍ତି ତ–ଡାଲିଆଟିକା ଫାଟି ଚୁଲିରେ ଡାଲିପାଣି ଝରୁଚି। ସୁମି-ମା ତରତର କରି ବେଲା ଖଣ୍ଡକରେ ଡାଲିତକ ଅଜାଡ଼ି ପକେଇଲେ। ନନ୍ଦେ କହିଲେ–ନୂଆ ଆଟିକାଟା ଫଟା ପଡ଼ିଲା କି କ'ଣ? ତେବେ ବି ସୁମି-ମା' ନିରୁତ୍ତର। ତାଳ ଦେଇ ଡାଲି ଘୋରୁ ଘୋରୁ ସେ ଯେ ଡଙ୍କିରେ ହାଣ୍ଡିତଳ ଭୁଲରେ ବଜେଇ ଦେଇ ଭାଙ୍ଗି ଦେଇଛନ୍ତି–ସେ କଥା ଲୁଚି ରହିଲା। ନାଲୁମିଶ୍ରଙ୍କ ସଂଗୀତରେ ପୁଣି ଏତେ କରାମତି!! ସମସ୍ତେ କଳା-ପ୍ରାଣ। ସଭିଙ୍କଠେଇଁ କିଛି ନା କିଛି କଳାକାରତ୍ୱ ନିହିତ ଅଛି। କେବଳ ଦର୍କାର ତାର ଯଥାର୍ଥ ବିନିଯୋଗ। ଯଥାର୍ଥ ବିନିଯୋଗକାରୀ ସାମର୍ଥ୍ୟ ସଂଗ୍ରହ ଶିକ୍ଷା ଦେଇ ସମ୍ଭବ-। ଶିକ୍ଷା ମଣିଷର ଅନ୍ତର୍ଶକ୍ତିକୁ ମନ୍ଥନ କରି ଗୁଣାବଳୀର ବିକାଶରେ, ପ୍ରତିଭା ପରିସ୍ଫୁଟନରେ ସାହାଯ୍ୟ କରେ।